ବୈଜ୍ଞାନିକ ବୈଜ୍ଞାନିକଙ୍କ ମଧ୍ୟରେ ସ୍ୱାଭାବିକ ଭାବରେ ଯେଉଁ ମିତ୍ରତା ରହିଥାଏ, ଏହି କ୍ଷେତ୍ରରେ ତାହାହିଁ କାରଣ ହୋଇଥିବ। ଏହି ସନ୍ଦେହରେ ଆମେରିକା ଗୋଟିଏ ବୈଜ୍ଞାନିକ ଦମ୍ପତିକୁ ମୃତ୍ୟୁଦଣ୍ଡ ଦେଇଥିଲା। ମାତ୍ର ଚଢ଼େଇଟି ଉଡ଼ିଗଲା ପରେ ମୃତ୍ୟୁଦଣ୍ଡ ଦ୍ଵାରା ଆଉ କି ଲାଭ ବା ହୋଇଥାଆନ୍ତା? ସେହିଦିନଠାରୁ ମାରଣାସ୍ତ୍ରଟିର କ୍ରମଶଃ ଏକ ଜଗତୀକରଣ ହେବାରେ ଲାଗିଛି। ବୋମା ମଧ୍ୟ ସେହି ହିରୋସୀମାର ସ୍ତରରେ ଆଦୌ ଅଟକି ରହିଯାଇ ନାହିଁ। ପୃଥିବୀକୁ ଧ୍ୱଂସ କରିବାର ତାକତ ବଢ଼ିବାରେ ପ୍ରକୃତରେ କେଉଁଠାରେ ଯେ ଆଦୌ କୌଣସି ଶ୍ରେୟ ନାହିଁ,। ପୃଥିବୀଯାକ ସମସ୍ତେ ସେକଥା ଭଲକରି ଜାଣିଥିଲେ ମଧ୍ୟ ତଥାପି ସେହି ତାକତଟା ସତେଯେପରି କ୍ରମେ ପୃଥିବୀର ସକଳ ନୀତି ତଥା ରାଜନୀତିକୁ ନିଜ କବଳ ଭିତରେ ରଖିବା ପାଇଁ ଇଚ୍ଛା କରୁଛି। ରାଷ୍ଟ୍ର ଏବଂ ବୈଜ୍ଞାନିକମାନେ ସେଥିରେ ପୁରୋଗାମୀ ମୀମାଂସକ ହୋଇ ବାହାରିଛନ୍ତି। ଏକଦା ଜଣେ ବୈଜ୍ଞାନିକ ଅଙ୍କ କଷି ଆମକୁ କହିଛନ୍ତି ଯେ, ପୃଥିବୀରେ ବିଭିନ୍ନ ସରକାରଙ୍କର ଅସ୍ତ୍ରଅମାରରେ ବୋମା ଆକାରରେ ଯେତେ ପରମାଣୁଶକ୍ତି ଗଚ୍ଛିତ ହୋଇରହିଛି, ତାହାଦ୍ଵାରା ଏହି ପୃଥିବୀର ପ୍ରତ୍ୟେକ ଇଞ୍ଚ ଜାଗାକୁ ଥରେ କିମ୍ବା ଦୁଇଥର ନୁହେଁ, ଥରକୁ ଥର ବାଇଶିଥର ଛେଚା ଯାଇପାରିବ। ଥରେ ଛେଚିଲେ ତ କାମ ଫତେ ହୋଇଯିବ; ତଥାପି ବାଇଶିଥର କାମରେ ଲାଗିବା ଭଳି ମସଲାକୁ ମହଜୁଦ କରି ରଖାଯାଇଛି। ଏହିଭଳି ଗୋଟିଏ ମହାବିପଦକୁ ପ୍ରତିବାଦ ଜଣାଇ ପହିଲେ ଅଣୁଅସ୍ତ୍ରର ପରୀକ୍ଷା ବନ୍ଦ କରାଯାଉ ବୋଲି ଦାବି କରି ଏକ ଆନ୍ଦୋଳନ ମଧ୍ୟ ଭାରି କୁହୁଳି ଆସିଥିଲା। ସେହି ଆନ୍ଦୋଳନରେ ବର୍ଟ୍ରାଣ୍ଡ ରସେଲ ଓ ଆଲ୍ବର୍ଟ ଶ୍ୱାଇତ୍ଜର ପ୍ରଭୃତି ମହାନ ମଣିଷମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ବାବଦରେ ଶ୍ରୀଯୁକ୍ତ ରସେଲଙ୍କୁ ତ ଇଂଲଣ୍ଡରେ କାରାବରଣ କରିବାକୁ ହୋଇଥିଲା। ଏବେ ସେହି ଆନ୍ଦୋଳନ ଭିନ୍ନ ମାର୍ଗରେ କିଞ୍ଚିତ କିଞ୍ଚିତ ଚାଲିଛି ସିନା, ମାତ୍ର ସଂପୃକ୍ତ ରାଷ୍ଟ୍ର ଗୁଡ଼ିକର ବିବେକକୁ ମୋଟେ ଦୋହଲାଇ ଦେଇ ପାରୁନାହିଁ। ପୃଥିବୀର ସର୍ବାଧିକ ତାକତ ରହିଥିବା ସରକାରମାନେ ଯେତେବେଳେ ସ୍ୱୟଂ ଅପରାଧୀ, ସେତେବେଳେ ଅବଶିଷ୍ଟ ପୃଥିବୀ ପ୍ରତିବାଦର ଯେତେ ତଡ଼ାବାଡ଼ି ଉଞ୍ଚାଇଲେ ବିଶେଷ କିଛି ଫଇସଲା ହୋଇପାରୁ ନାହିଁ। ସେହି ରାଷ୍ଟ୍ରମାନେ ଆମର ପୃଥିବୀରେ ମହାଜନ ହୋଇ ବସିଛନ୍ତି- ପୃଥିବୀଯାକକୁ ଗୋଇନ୍ଦାମାନଙ୍କର ଜାଲ ପଠାଇ ସାବାଡ଼ କରି ରଖିଛନ୍ତି, ସେମାନେ ପାଳୁଥିବା ବିଜ୍ଞାନ ସେମାନଙ୍କୁ ଏହି କାର୍ଯ୍ୟପାଇଁ କୌଶଳମାନ ଯୋଗାଇ ଦେଉଛି। ସେମାନେ କେତେ ଦେଶକୁ ଅନ୍ନଠାରୁ ଆରମ୍ଭ କରି ଅସ୍ତ୍ର ପର୍ଯ୍ୟନ୍ତ ସବୁ ସାହାଯ୍ୟ କରୁଛନ୍ତି। ତେଣୁ ସେହି ରାଷ୍ଟ୍ରଗୁଡ଼ିକ ସେମାନଙ୍କୁ କିପରି ବା ଆକଟ କରି ଫଳପ୍ରଦ ଭାବରେ କ'ଣ କହିପାରିବେ? ପ୍ରହସନଟିରେ ସବାମୂଳ କଥାଟି ରୂପେ ଯାହା କୁହାଯାଉଛି, ସେହି ତାକତ ଥିବା ରାଷ୍ଟ୍ରମାନେ ପ୍ରକୃତରେ ଯୁଦ୍ଧ ଚାହୁନାହାନ୍ତି, ଅଣୁଅସ୍ତ୍ର ତିଆରି କରିବାକୁ ମଧ୍ୟ ଚାହୁନାହାନ୍ତି, ତଥାପି ବାହାରର ଶତ୍ରୁମାନଙ୍କ ଠାରୁ ନିଜକୁ ରକ୍ଷା କରିବା ନିମନ୍ତେ କୁଆଡ଼େ ପ୍ରୟୋଜନର ଅନୁରୋଧରେ ଏହି ସବୁ ଅସ୍ତ୍ର ମହଜୁଦ କରି ରଖିଛନ୍ତି। ସେମାନେ ଯଦି ସତକୁ ସତ ଯୁଦ୍ଧ ଚାହୁନାହାନ୍ତି, ତେବେ ପୁଣି କାହାର ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ଏହିସବୁ ସର୍ବନାଶକ ଅସ୍ତ୍ରକୁ ଜମାକରି ରଖିବା ଲାଗି ମନ କରୁଛନ୍ତି? ପୃଥିବୀରେ ଅଧେ ମଣିଷ ଦରିଦ୍ର ଏବଂ ଅବହେଳିତ ଅବସ୍ଥାରେ ରହିଥିବାବେଳେ ପୃଥିବୀର ସବୁଠାରୁ ଅଧିକ ଧନ ଏବଂ ଅଧିକ ବୁଦ୍ଧି ବୋମା ତିଆରି କରିବାରେ ଏବଂ ଯୁଦ୍ଧର ଯୋଗାଡ଼ କରିବାରେ ଖରଚ କରାଯାଉଛି। ଦସ୍ତଖତଟା ଦେଇଦେଲେ ସତେଯେପରି ସମସ୍ତେ ସୁନା ହୋଇଯିବେ